"ରାବଣ ଯୁଗର ଅବସାନ ଘଟିଛି," ଜଣେ ଅତ୍ୟନ୍ତ ଉତ୍ସାହୀ ଯୁବକ ନିରାକାର ମହାପାତ୍ରଙ୍କ ସମ୍ବର୍ଦ୍ଧନା ସଭାରେ ଚିତ୍କାର କରି କହିଲେ ଓ ନିରାକାର ବାବୁଙ୍କ ଆଡ଼େ ଚାହିଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଘୋଷଣା କରିବା ଭଙ୍ଗୀରେ କହିଲେ, "ରାମରାଜ୍ୟର ଆରମ୍ଭ ହୋଇଛି। "ଲୋକମାନେ ତାଳି ଦେଲେ। 'ରାମରାଜ୍ୟ' ଶବ୍ଦଟି ଶୁଣି ନିରାକାରବାବୁ ଅସ୍ୱସ୍ତି ବୋଧ କରିଥିଲେ। ଅସ୍ୱସ୍ତିର କାରଣ ଥିଲା ଯେ ତାଙ୍କ ଦଳ 'ରାମ', 'ରାମରାଜ୍ୟ' ପରି ଶବ୍ଦଗୁଡ଼ିକର ବ୍ୟବହାର କରୁ ନ ଥିଲା ଓ ସେଗୁଡ଼ିକ ଆଉ ଗୋଟେ ଦଳର ହସ୍ତମୁଦି ମାହାଲ ହୋଇସାରିଥିଲା। ଆମ ଅଞ୍ଚଳର ପ୍ରାୟ ଚାଳିଶଟି ସାଂସ୍କୃତିକ, ସାମାଜିକ ଓ ଯୁବ ଅନୁଷ୍ଠାନ ନିରାକାର ମହାପାତ୍ରଙ୍କୁ ସମ୍ବର୍ଦ୍ଧନାର ପୁଷ୍ପମାଳ ଦେଲେ। ପ୍ରତିନିଧିମାନେ ସମସ୍ତେ ଅଲଗା ଅଲଗା ଗାଁରୁ ଆସିଥିଲେ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଫୁଲମାଳଗୁଡ଼ିକ ସବୁ ଏକାପ୍ରକାର ଦିଶୁଥିଲା। କ୍ରମେ ମଞ୍ଚ ଉପରେ ଗୋଟେ ଫୁଲର ପାହାଡ଼ ଗଢ଼ି ଉଠିଲା ଓ ସେହି ଫୁଲର ପାହାଡ଼ ପଛରୁ ନିରାକାର ମହାପାତ୍ରଙ୍କ ମୁହଁ ଓ ସଭାପତି ଆକୁଳ ଆକୁଳାନନ୍ଦ ମହାନ୍ତିଙ୍କ ଚନ୍ଦାମୁଣ୍ଡ ମେଘ କୋଳରେ କେତେବେଳେ ବିଜୁଳି ପରି ଦିଶୁଥିଲା ତ କେତେବେଳେ ସମ୍ପୂର୍ଣ୍ଣ ଲୁଚି ଯାଉଥିଲା। ସମ୍ବର୍ଦ୍ଧନା ସଭାର ବିବରଣୀ ଥିଲା ବିସ୍ତୃତ। ବିଜୟ ଅଭିନନ୍ଦନ ପାଠ, ସଙ୍ଗୀତ ଗାନ, ବେଦପାଠ, ମାନପତ୍ର ପଠନ, ସଭାପତି ଅଭିଭାଷଣ ଓ ନବସଙ୍ଗୀତ ସଂସ୍ଥାଟିର ସୁଦୀର୍ଘ ସମ୍ପାଦକୀୟ ବିବରଣୀ ଉପସ୍ଥାପନ ଇତ୍ୟାଦି। ଶେଷରେ ବିଜୟୀ ବିଧାୟକ ନିରାକାର ମହାପାତ୍ରଙ୍କ ଭାଷଣ ଦେବା ପାଳି ଆସିବା ବେଳକୁ ରାତି ଅନେକ ହୋଇଯାଇଥିଲା। ସେ ତାଙ୍କର ଭାଷଣକୁ ସଂକ୍ଷେପ କରି କହିଲେ, "ମୁଁ କଥାରେ ବିଶ୍ୱାସ କରେ ନାହିଁ, ବିଶ୍ୱାସ କରେ କାମରେ। "ଏହାପରେ ସେ ଆଉ କ'ଣ କହିବାକୁ ଯାଉଥିଲେ, ମାତ୍ର ଉତ୍ସାହୀ ଶ୍ରୋତାମାନଙ୍କ ପ୍ରଲମ୍ବିତ କରତାଳି ଭିତରେ ତାଙ୍କର ସେଇ ଶବ୍ଦଗୁଡ଼ିକ ବୁଡ଼ିଗଲା। କରତାଳି ଶବ୍ଦ ନୀରବି ଗଲା ପରେ ନିରାକାର ମହାପାତ୍ର ପୁଣିଥରେ ତାଙ୍କ ଭାଷା ଆରମ୍ଭ କଲେ ଓ ସେଇ ଭାଷାଣରେ ସେ ମଧୁପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ନିମନ୍ତେ ଉଦ୍ୟମ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ, ଅତ୍ୟାଚାର ଓ ଦୁର୍ନୀତିର ମୁଖା ଖୋଲିଦେବେ ବୋଲି ଘୋଷଣା କଲେ। ପୁଣିଥରେ କରତାଳି। ହାଟ ପଡ଼ିଆଟି କରତାଳି ଧ୍ୱନିରେ ମୁଖରିତ ହୋଇ ଉଠିଲା। ସଭାରୁ ଫେରିବାର ବାଟରେ ବିକ୍ରମ ରାଉତରାୟଙ୍କ ନିର୍ବାଚନୀ ଅଫିସ୍ ଦେଇ ଆମେ ଫେରିଥିଲୁ। ସେ ଅଫିସ୍‌ଟି ବନ୍ଦ ଥିଲା ଓ ସଦାସର୍ବଦା କୋଳାହଳରେ ମୁଖରିତ ସେହି ଅଫିସ୍ ଚାରିପାଖେ ଗୋଟେ ଅସ୍ୱସ୍ତିକର ନିର୍ଜନତା ଛାଇ ଯାଇଥିଲା। ଆମେ ଆଶ୍ୱସ୍ତ ହେଲୁ। ଅଯୋଗ୍ୟ ଗଲୁ ଠିକଣା ଶାସ୍ତି ମିଳିଛି। ନୂଆ ସରକାରରେ ନିରାକାର ମହାପାତ୍ର ମନ୍ତ୍ରୀ ହେବେ ବୋଲି ଆମେ ସମସ୍ତେ ଧରି ନେଇଥିଲୁ। କିନ୍ତୁ କ'ଣ ହେଲା କେଜାଣି, ମନ୍ତ୍ରୀ ତାଲିକାରେ ତାଙ୍କ ନାଁଟି ପାଇଲୁ ନାହିଁ। ଯୋଉମାନେ ରାଜଧାନୀ ଯାଇଥିଲେ, ଖାସ୍ ଆମ ବିଧାୟକଙ୍କୁ ମନ୍ତ୍ରୀ ରୂପେ ଦେଖି ଆସିବା ପାଇଁ, ସେମାନେ ନିରାଶ ହୋଇ ଫେରିଲେ। ମାତ୍ର ଖୋଦ୍ ନିରାକାର ମହାପାତ୍ର ନିରୁତ୍ସାହିତ ନ ହୋଇ ଖବରକାଗଜରେ ବିବୃତି ଦେଲେ, ସେ ମନ୍ତ୍ରୀତ୍ୱ ପଛରେ ଗୋଡ଼େଇବା ପାଇଁ ରାଜନୀତିକୁ ଆସିନାହାନ୍ତି, ଜନସାଧାରଣଙ୍କ ସେବା ତାଙ୍କର ଏକମାତ୍ର ଲକ୍ଷ୍ୟ। ମୁଁ ଆମ ସ୍କୁଲରେ ହେଡ୍‌ମାଷ୍ଟରଙ୍କୁ ପଚାରିଲି, "ଏମ୍. ଏଲ୍. ଏ. ଙ୍କ ବିବୃତିର ଅର୍ଥ କ'ଣ? ସେ କ'ଣ ମନ୍ତ୍ରୀ ହେବାକୁ ଚାହୁଁ ନାହାନ୍ତି? "ହେଡ୍‌ମାଷ୍ଟରେ କହିଲେ, "ଏମିତି କହିବାକୁ ହୁଏ। ଏମିତି ନ କହିଲେ ତାଙ୍କୁ ଅସନ୍ତୁଷ୍ଟ ବୋଲି ଧରାଯିବ।"ନିର୍ବାଚନ ପରେ ବର୍ଷାଋତୁ ଆସିଗଲା। ବର୍ଷାଋତୁରେ ଆମ ଅଞ୍ଚଳକୁ କୌଣସି ଗାଡ଼ିଘୋଡ଼ା ଆସି ପାରେ ନାହିଁ। ତା'ପରେ ଆସିଲା ବନ୍ୟା। ନିରାକାର ମହାପାତ୍ର ମନପ୍ରାଣ ଦେଇ ରିଲିଫ୍ କାମ ତଦାରଖ କଲେ। ଲୋକମାନେ କହିଲେ, ସରକାରୀ ନିୟମ ବଦଳୁ--